ଡାକ୍ତର ସବୁ ଦେଲା। ବୁବୁଲୁ କଥା ଶୁଣି କବିତା ହସିଲା। କହିଲା, ''କେବଳ ପୁଅପିଲାଗୁଡ଼ାକ ପଇସା ପାଆନ୍ତି ନୁହେଁ, ସେମାନେ ମାଗଣା ଖାଇବାକୁ ଭଲ ପାଆନ୍ତି ନାହିଁ। କେବଳ ଝିଅପିଲାଗୁଡ଼ାକ ମାଗଣା ଖାଇବା ପାଇଁ ପୁଅପିଲାଙ୍କ ପିଛା ଧରନ୍ତି ନୁହେଁ? ବୁବୁଲୁ। ବୁବୁଲୁ କ'ଣ ବୁଝିଲା କେଜାଣିୁ ହସି ହସି ଚାଲିଗଲା। କବିତା ଭାବିଲା, ଡାକ୍ତରଟା ବଡ଼ ଫାଜିଲ ଅଛି। ପଇସାବାଲା ଟୋକାଟା। ବାପା ପଇସାରେ ଡିଆଁ ମାରୁଛି। ଝିଅପିଲାଙ୍କ ପଛରେ ଗୋଡ଼େଇଛି। ମାଇଚିଆଟା, ମନେ ମନେ ହସିଲା କବିତା। ପୁରୁଷର ସ୍ୱଭାବଗତ ପ୍ରକୃତି। ଏଇ ଝିଅମାନଙ୍କ ପଛରେ ମାସକୁ ପାଞ୍ଚଶହ, ହଜାରେ ଖର୍ଚ୍ଚ କରୁଥିବ ନିଶ୍ଚୟ। କଟକ ସହରରେ ରହିଛି, କିଆଁ ପରୁଆ। ଏବେ ବୋଧେ କେଉଁ ଝିଅପିଲାଙ୍କ ପାଲରେ ପଡ଼ିଯାଇ, ହୋଟେଲ କିମ୍ୱା ଲଜିଂରେ ରହୁଥିବ। ଫୁର୍ତ୍ତି କରୁଥିବ। ସଉକ୍ କରୁଥିବ। ମଜ୍ଜା ମାରୁଥିବ। ସ୍କୁଟର ଚଢ଼ି ପୁରୀ, କୋଣାର୍କ, ନନ୍ଦନକାନନ ବୁଲି ରାସଲୀଳା କରୁଥିବ। କ'ଣ ହାତରୁ ପଡ଼ୁଥିବ। ବାପା ଭାବୁଥିବେ ପୁଅ କଟକରେ ରହି ପ୍ରାକ୍ଟିସ୍ କରୁଥିବ। କିନ୍ତୁ ପୁଅ ଯେ ଏଣେ କୃଷ୍ଣଲୀଳା କରୁଛି, ତାଙ୍କୁ ମାଲୁମ୍ ହେଉଛି କେଉଁଠୁ। କବିତା ଭାବିଲା କଥା ଆସି ଏଠି, ସେ ଭାବୁଛି, କ'ଣ ନା ଡାକ୍ତର କୁଆଡ଼େ ଚାଲିଯାଇଛି। ଡାକ୍ତର ଏବେ ମଥୁରାପୁରରୁ ଯାଇ ଗୋପପୁରେ ରହିଛନ୍ତି ବୋଲି ସେ କିପରି ଜାଣିଲା। ମନେ ମନେ ଖୁବ୍ ହସିଲା କବିତା। ସେହି ବାଲକୋନି ଆଡ଼କୁ ପୁନର୍ବାର ଚାହିଁ କହିଲା, ''ହଉ ଦେଖିବା କେତେଦିନ ତୁମେ ଗୋପପୁରରେ ରହିବ। '' ନିଜ ରୁମ୍ ଭିତରେ ପ୍ରବେଶ କଲା କବିତା। ଚେୟାର ଉପରେ ବସି ବହି ଖୋଲିଲା। ରାତିରେ ଶୋଇବା ପାଇଁ ଯିବା ପୂର୍ବରୁ କବିତା ଶୁଣିପାରିଲା ବାପାଙ୍କ ସହିତ ବୋଉର ଯୁକ୍ତି। ବୋଉ ରାଗିଯାଇ ବାପାଙ୍କ ଉପରେ ହାକିମ୍ ଦେଖାଇ କହୁଛି ତୁମେ ଘରକଥା କିଛି ବୁଝିବ ନାହିଁ! ରାତି ପାହିଲେ ଖାଲି ଅଫିସ କଥା। ଖାଇପିଇ ଚିକ୍କଣ ଚାକ୍କଣ ହୋଇ ଅଫିସ ବାହାରି ଗଲେ, ସବୁ ସୁରୁଖୁରୁରେ ଚାଲିଛି ବୋଲି ତମେ ଭାବ। ଘରକଥା ବୁଝିବା ତୁମର କାମ ନୁହେଁ। ସବୁ ବୁଝିବି ମୁଁ। ବାପା ହସି ହସି କହୁଥାନ୍ତି ତୁମେ ତୁମ ଉପରେ ମୁଁ କାହିଁକି ହସ୍ତକ୍ଷେପ କରିବି। ରେ ଯଦି କିଛି ଅସୁବିଧା ହେଉଛି କୁହ। କିଛି ଟଙ୍କା ବଢ଼ାଇ ଦେବି। ବାଜେ କଥା ଛାଡ଼। କାଲି ମୋ ଝିଅକୁ ନେଇ ଡାକ୍ତରକୁ ଦେଖାଅ। ଝିଅଟାର ମୁଣ୍ଡ ଦି' ଦିନ ହେବ ବିନ୍ଧୁଛି। ସବୁବେଳେ ବ୍ୟସ୍ତ ହେଉଛି। ସେଦିନ କଲେଜରୁ ଚାଲିଆସିଲା। କାଲି ରାତିଟା ସାରା ବ୍ୟସ୍ତହୋଇ ଶୋଇଲା। ଆଜି ସକାଳୁ କିଛି ନ ଖାଇ ନ ପିଇ ବସିଲା। ତୁମର ଟିକେ ଦୟା ହେଉନି। ବାଲେଶ୍ୱରରେ ଥିଲାବେଳେ କହିଥିଲି ଗୋଟାଏ ଭଲ ଡାକ୍ତର ଦେଖାଇ ତା'ର ସାଇନୋସାଇଟ୍ସଟା ଭଲ କରିଦିଅ। ମୋଟେ ଶୁଣିଲ ନାହିଁ। ଝିଅଟା ମୋର କଅଲ ବିକଳ ହୋଇ ରହିଲା। କହିଲ କ'ଣ ନା ଏଠି ଭଲ ଡାକ୍ତର ନାହାନ୍ତି। କଟକ ଗଲେ ଭଲ ଡାକ୍ତରକୁ ଦେଖାଇବା। ଏବେ ତ କଟକ ଆସିଲ, କାହିଁ ଦେଖାଉନାଁ ତ। ''ମଦଗଡ଼ା, କାମ ସରିଲେ ଗଡ଼ ଗଡ଼ା। '' ଥାଉ ଥାଉ ଆଉ ପାଟି କରିବା ଦରକାର ନାହିଁ। କାଲି ସକାଳେ ଡାକ୍ତର ଆଣି ଦେଖାଇଦେବି। ଯାଅ ଶୋଇବ। ଏଇ କଥାଟା ଯଦି ତୁମେ କହି ଦେଇ ଥାଆନ୍ତ, ଡାକ୍ତର ଆସି ଦେଖିଯାଇ ସାରନ୍ତାଣି, ବାପା କହିଲେ। ତୁମେ ତ ସବୁବେଳେ କହୁଛ କେମିତି ରାତି ନ ହେଉ। ଅଫିସ୍ ସବୁବେଳେ ଚାଲିଥାଉ। ଫାଇଲ୍ ସବୁବେଳେ ଚାଷ ହେଉଥାଉ। ଟୁର୍ ସବୁବେଳେ ପଡ଼ୁଥାଉ। ସକାଳୁ ଉଠୁ ଉଠୁ ଚା' ଦିଅ, ପାଣି ଦିଅ, ସାବୁନ ଦିଅ, ତେଲ ଦିଅ, ଜଳଖିଆ ଦିଅ, ଡ୍ରାଇଭର୍କୁ ଡାକ, ତା' ପରେ ଛୁ। ଆମେ ମା' ଝିଅ ଉଠିଲାବେଳକୁ ସାହାବ ଥିବେ ନା ଆମେ ଗୁହାରି କରିବୁ? ଏ ସପ୍ତାହଟା ମୁଁ ଦେଖୁଛି, କଟକରୁ ଭୁବନେଶ୍ୱର, ଭୁବନେଶ୍ୱରରୁ କଟକ, କ'ଣ ଯଦି କହିବାକୁ ଚାଲିଲୁ, ଆଗରୁ ସତର୍କ। ମିନିଷ୍ଟର ପ୍ରୋଗ୍ରାମ। କମିଶନର ପ୍ରୋଗ୍ରାମ। ମୋତେ କିଛି କୁହନି। ସପ୍ତାହ ପରେ। ସପ୍ତାହ ଆଜି ପୂରିଲା। ଝିଅ ମୋର। ଦି'ଦିନ ମୁଣ୍ଡବିନ୍ଧା ଭୋଗିଲା। ମା' ଆସି ଆପତ୍ତି କଲା।